ରତନୀକି ସେ ଦି'ଓଳି ପେଟପୂରା ଖାଇବାକୁ ଦେଇପାରୁନାହିଁ। ଛୁଆଟି ମୁହଁରେ ଦୁଧ ଟୋପାଏ ପଡ଼ୁନାହିଁ। ପେଯ, ଭାତୁଆଣି ଦେଇ ତିନି ଚାରିମାସର ଛୁଆଟାକୁ ବଞ୍ଚେଇବ ସେ? ଛେଳିଟିଏ ପାଳିଥିଲା ସେ ଅବା ଥିଲେ ଦୁଧ ପଳେ ପୋଷେ ମୁହଁରେ ଲାଗ ଲାଗୁଥାନ୍ତା ବାଇଆର। କପାଳକୁ ଛେଳି ଛୁଆଟାକୁ ଶିଆଳ ଟାଣି ନେଇଗଲା। ଶିଆଳରବି ବେଶି ଅହନ୍ତା ଏଇ ଗରିବଙ୍କ ଉପରେ। ଗରିବଗୁଡ଼ାକ ପଶୁ ବୋଲି କି କ'ଣ ଏଇ ଶିଆଳ କୁକୁରଯାକ ବେଶି ବାଦ ଲଗାନ୍ତି ତାଙ୍କରି ସାଙ୍ଗରେ। ବଡ଼ଲୋକ ଯେ ମଣିଷଙ୍କ ଉପରେ, ତାଙ୍କ ସାଙ୍ଗରେ ପଟ ଦେବାକୁ ସାହସ ହୁଏ ନାହିଁ ପଶୁ ଜାତିର। ଛୁଆଟା ଗଲା ଗଲା, ମାଟା ହେଲେ ବଞ୍ଚି ଥାଆନ୍ତା। ଛେଳିଟି ଏଡ଼େ ସୁଧାର ଯେ ଚିର ଟାଣିଲେ ଦୁଧ ଦବ। ହାୟ, ସେ ବି ରାତି ଅନ୍ଧାରରେ କାହା ପେଟରେ ହଜମ ହେଇଗଲା। ଆଉ କାହିଁକି କାହା ନାଆଁରେ କିଏ କହିବ! ସେହି ପଟ୍ଟନାହାକ ପଡ଼ା ପଟ୍ଟନାହାକପଡ଼ାର ଟୋକାଗୁଡ଼ାକ ଏଡ଼େ ଚଗଲା ଚଗଲା ଟୋକାଗୁଡ଼ାକ ଛେଳିଟାକୁ କାଟି ଖାଇଗଲେ ରାତାରାତି। ଚିହ୍ନବର୍ଣ୍ଣବି ମିଳିଲା ନାହିଁ। ଶୁକୁରା ଖବର ପାଇ ତୁନି ପଡ଼ି ରହିଲା। କାହାକୁ କ'ଣ କହିବ? ସାଆନ୍ତ ସାହି। ସେ କଲିକତା ନ ଯାଇ ଆଉ କ'ଣ କରିବ? କିଏ ତା' ଦୁଃଖ ଶୁଣିବ? ଏଇ ଗାଁ। ଅନ୍ଧାର ଭିତରେ ମଲା ମୁର୍ଦାର ଭଳି ଶୋଇ ପଡ଼ିଚି। ଜୁଇ ଜଳି ଗଲାଣି ଦିଆଲି ଅମେଇସା ଆଲୁଅରେ। ନିଆଁ ଖାଲି ଜୁକୁଜୁକୁ କରୁଛି ଠାଏ ଠାଏ, ଡାହାଣୀର ଆଖି ପରି, ଡାହାଣୀ ଆଲୁଅ ପରି। ଶୁକୁରା ଦାଣ୍ଡକୁ ବାହାରି ଆସି ଗାଁକୁ ଚାହିଁଲା। ବାରିପଛ ଆଡ଼େ ଲମ୍ୱା ବିଲ କିଆରି କିଆରି ହେଇ ଭାଗ ଭାଗ ହେଇ ଶୋଇଛି। ଗାଁଟାବି ସେମିତି ଖଣ୍ଡ ଖଣ୍ଡ ହେଇ ଯାଇଛି। ଗାଁ ଭିତରେ ଭିତରେ ଶହେ ପଘାର। ଯେତେ ଭାଇ ସେତେ ଘର। ଯେତେ ଘର ସେତେ ଗାଁ। କେହି କାହାର କିଆରିରୁ ପାଣି ମୁନ୍ଦିଏବି ଛାଡ଼ିଦିଏ ନାହିଁ ଆଉ କାହାକୁ। ସମସ୍ତେ ଅନେଇ ବସିଥାନ୍ତି ସେଇ ଆକାଶ ମାର୍ଗକୁ। ଯାହା ଭାଗରେ ଯେତିକି ବରଷା ପଡ଼ିବ। ନିରସା ଉଚ୍ଚା ଜମିରେ ଟିକିଏ ବଳକାପାଣି ମଡ଼େଇ ଦେବାପାଇଁ ହିଡ଼କାଟିଦେବାକୁ ସମସ୍ତେ ନାରାଜ। ଗାଁଟା କେମିତି ଭାଗ ଭାଗ ହେଇ ଯାଇଛି। ଏ ଘରେ ଜିରା ଫୁଟିଲେ ସେ ଘରକୁ ବାସ ଯାଏଁ ନାହିଁ। ସେ ଘରେ ମଣିଷ ମଲେ ଏ ଘର ହାଣ୍ଡିଶାଳର ହାଣ୍ଡି ମାରା ହୁଏ ନାହିଁ। ଏ ଘରେ କେହି ବାଧିକି ପଡ଼ିଲେ ସେ ଘରୁ ମହୁ ମିଶିର ବହି ଆସେ ନାହିଁ। ସେ ଘରର କବାଟ ଖିଡ଼ିକି ନିଲାମ ହେଇଗଲେ ଏଘରୁ ଲୋକଦଉଡ଼ି ତା'ର ନିଲାମ ଧରି ନିଅନ୍ତି, ତାକୁ ପୁଣି ଫେରେଇ ଦେବାକୁ ନୁହେଁ ଆତ୍ମସାତ କରିବାକୁ। ଗାଁ ଖଣ୍ଡଖଣ୍ଡ ହେଇ ଯାଇଛି ଫାଙ୍କଫାଙ୍କ। ରିଭିଜନ ବନ୍ଦୋବସ୍ତର ଅମିନ ଘୁଷ୍ଖାଇ ଭାଇ ବାଣ୍ଟ ବସେଇଲା ପରି କିଏ ଯେମିତି ଗାଁର ଗୋଟାଏ ଅଖଣ୍ଡ ଜୀବନକୁ ଖଣ୍ଡଖଣ୍ଡ କରି ଫିଙ୍ଗି ଦେଇଛି। ସେ ଦିନ ସପନା ସାଆନ୍ତ ପୁଅ ମୋହନା କଲିକତା ଗଲାବେଳେ ଗାଁରେ ଯିଏ ଯେଉଁଠି ଥିଲା ଦଉଡ଼ି ଆସିଲା। ଗାଁଟାଯାକ ଉଠି ଆସିଲେ, ଛୁଆପିଲା ବୁଢ଼ା ଜୁଆନ୍ ବହୂଝିଏ ସମସ୍ତେ। ମୋହନାକୁ ବିଦା କରିଦେବା ପାଇଁ ବାଟେଇ ଆସିବାପାଇଁ, ଆଜି କିଏ କେତେବେଳେ କଲିକତା ଯାଏଁ, କିଏ କୋଉଦିନ କଲିକତାରୁ ତୁରଙ୍ଗ ପେଟରା କନାଗୁଡ଼ିଆ ତେଲବୋତଲ ଧରି ଆସେ ସେ କଥା ତା' ଛଡ଼ା ତା' ଘର ଛଡ଼ା ପର କେହି ଜାଣନ୍ତି ନାହିଁ। କେହି କାହାରି ଖବର ରଖେ ନାହିଁ। କଲିକତାଟା ହଗିବସିଲା ବାଟ ହେଇଚି। ତଥାପି ଡର। ତଥାପି କଲିକତା ନାଆଁରେ ଶୁକୁରା ଥରି ଉଠୁଛି। ଏଇଠି ଏଇ ଗାଁରେ ଏଇ ଗାଁ